'' ସାଗରୀକା ମୁଣ୍ଡ ହଲାଇ ସମ୍ମତି ଦେଲା। ନୀହାରର ଓଠ କଣରେ ଟିକିଏ ହସ ଝରି ଆସୁ ଆସୁ ପୁଣି ଶୁଖିଗଲା। ସେ ସାଗରର ଓଠରେ ମୁହଁ ଲଗାଇଲା। କି ଏକ ତୃପ୍ତିର ସ୍ପର୍ଶରେ ସେଇପରି ଆଖି ମୁଦି ନୀରବରେ ନୀହାରର ବୁକୁ ଉପରେ ମଥା ରଖିଲା ସାଗରୀକା। ଏଇପରି କେତେ ସମୟ ଗଲା। ହଠାତ୍ ନୀହାର କହିଲା–''ମୁଁ ଯାଏ ସାଗର। ଆଉ ବୋଧେ ଏ ଭିତରେ ଦେଖା ହେବନାହିଁ। ଆଜି ବଦଳି ଅର୍ଡ଼ର ପାଇଲି। ଏଇ ଦୁଇ ତିନି ଦିନ ମଧ୍ୟରେ ଚେଷ୍ଟା କରିବି ଚାଲି ଯିବାକୁ। '' ନୀହାର ତାକୁ ଚାହିଁଲା। ସେ ନୀହାର ମୁହଁକୁ ଚାହିଁଲା ବେଳକୁ ତା'ର ଆଖି ପୁଣି ଲୁହରେ ଭରିଗଲା। ସତରେ ନୀହାର ଚାଲିଯିବ। କାହିଁ କେତେ ଦୂରକୁ। ନଈ ନାଳ, ପାହାଡ଼ ପର୍ବତ ଆର ପାରିରେ ନୀହାରର ରକ୍ତ ମାଂସର ସୁନ୍ଦର ସୁଠାମ ଦେହଟି ଲୁଚିଯିବ। ଯେଉଁ ନୀହାରକୁ ଦିନେ ନ ଦେଖିଲେ ଭାତ ରୁଚୁ ନଥିଲା, ନୀହାର ସହିତ ପଦେ କଥା ନ ହେଲେ ସବୁ ପିତା ଲାଗୁଥିଲା; ସେ ପୁଣି ସାତ ପର ହୋଇଯିବ। କାହିଁ କେତେ ଦୂରକୁ ଚାଲିଯିବ। ତା'ର ଦେଖାହେବ ସାତ-ସପନ। ସତରେ ସେ କ'ଣ କରିବ? କିମିତି ବଞ୍ଚିବ? କିମିତି ତା'ର ଜୀବନ ନିତିଦିନିଆଁ ଚଲାବାଟରେ ଗଡ଼ି ଚାଲିବ? ନୀହାର ବିନା ଯେ ସେ ରହିପାରିବ ନାହିଁ; ଏ ଧାରଣା ତ ତା'ର ଦିନେ ହୋଇନଥିଲା। କିନ୍ତୁ ଆଜି? ତା'ର ମୁଣ୍ଡ ବୁଲାଇ ଦେଲା। ସେ ଦୁଇ ହାତରେ ନିବିଡ଼ ଭାବରେ ଗୁଡ଼ାଇ ଧରିଲା ନୀହାରକୁ। କହିଲା–''କୁହ–ପ୍ରତି ମାସରେ ଥରେ ଆସିବ କି ନାଇଁ। ଯେକୌଣସି ମତେ, ଯେଉଁଠି ଥାଅ ନା କାହିଁକି ମୋ ପାଖକୁ ଆସିବ–ନିଶ୍ଚୟ। '' ନୀହାର ଟିକିଏ ହସିଲା। ସେ ହସ ସୁଖର ନୁହଁ; ଆନନ୍ଦର ନୁହଁ–ଦୁଃଖ ଆଉ ବେଦନାର। କିଛି କ୍ଷଣ ପରେ କହିଲା–''ତୁମେ ଯଦି ମୋତେ ପ୍ରକୃତରେ ଅନ୍ତର ଦେଇ ଭଲ ପାଉଥାଅ–ତା'ହେଲେ ମୁଁ କେଉଁଠି ରହିପାରିବିନି। ଆପେ ଆପେ ତୁମରି ପାଖକୁ ଟାଣିହୋଇ ଆସିବି। ତୁମର ସ୍ନେହ, ପ୍ରେମ ଓ ଅନ୍ତରର ଆକର୍ଷଣ ମୋତେ ହଜାର ହଜାର ମାଇଲ ଦୂରରୁ ଆପେ ଆପେ ଟାଣି ଆଣିବ। '' ସାଗରର ବାହୁ ବନ୍ଧନ ଶିଥିଳ ହେଲା। ନୀହାର ବିଦାୟ ମାଗିଲା। ସେ ଯିବ। ତା'ର ଅନେକ କାମ ବାକି। ପାହାଚ ତଳକୁ ଓହ୍ଲାଇ ଯାଉ ଯାଉ ପୁଣି ଥରେ ପଛକୁ ଫେରି ଚାହିଁ କହିଲା–''ଚିଠି ଦେବ ସାଗର–ମୋ ରାଣ। '' ସାଗରୀକା ସେଇପରି ଚାହିଁଥାଏ। ସନ୍ଧ୍ୟା ନଇଁ ଆସୁଥାଏ ସହରର ସେଇ ଛୋଟ ଗଳିଟି ଉପରେ। ଆସ୍ତେ ଆସ୍ତେ ଗଳି ମୁଣ୍ଡରେ ନୀହାର ମିଶିଗଲା। ଆଉ ସାଗରୀକା ଆଖିକୁ ଦେଖା ଗଲାନି। ସେ ଦୁଆର ବନ୍ଦ କରି ଘରକୁ ଫେରିଲା। ସେଦିନ ସେ ପ୍ରଥମ ଥର ପାଇଁ ପ୍ରିୟଜନର ବିଚ୍ଛେଦ ଯେ କେତେ ମର୍ମନ୍ତୁଦ ତାହା ଅନୁଭବ କରିଥିଲା। ଅନେକଥର ସେ ଏମିତି ନୀହାରକୁ ବିଦାୟ ଦେଇଛି। କିନ୍ତୁ ସେ ବିଦାୟରେ ଦୁଃଖ ନଥିଲା, ବେଦନା ନଥିଲା। ବରଂ ପ୍ରତିଥର ବିଦାୟ ବେଳେ ପୁଣି ଭବିଷ୍ୟତ ମିଳନର ସ୍ୱପ୍ନ ସେ ଦେଖେ। ନୀହାର ଧୀରେ ଧୀରେ ଗଳି ମୁଣ୍ଡରେ ଅଦୃଶ୍ୟ ହୋଇଯାଏ। ସାଗରୀକା ଘରକୁ ଫେରି ସ୍ୱପ୍ନ-ବିଭୋର ହୋଇ ଉଠେ। ନୀହାରର ହସ, ତା'ର କଥା, ତା'ର ଆଖିର ଭଙ୍ଗୀ ଗୋଟି ଗୋଟି ମନେପକାଇ ସାଗରୀକା ହସେ; ମନେମନେ ଅଭିମାନ କରେ। ଭାବେ–''କାଲି ଦେଖାହେଲେ